ସେଇ ସକାଳୁ ଯାଇଛ ଯେ ଏ ଯାଏଁ ଭୋକ ହଉନି? କେତେ ଡାକୁଚି ମୁଁ, ଶୁଭୁନି? ହସି ହସି ଉତ୍ତର ଦିଏ ସୁଦର୍ଶନ, ଏମାନଙ୍କୁ ଦେଖିଲେ ପେଟ ପୂରିଯାଉଚି, ଭୁଲିଯାଉଚି ଯେ ମୋର କ୍ଷୁଧା ଅଛି, ବିଶ୍ୱାସ କର ନିହାର, ସତରେ! ସେଇ ଲୋକଟା, ସଦା ଆନନ୍ଦର, ସଦା ହସଖୁସୀର, କ'ଣ ତା'ର ହେଲା? କ'ଣ ହେଲା ସତେ? ସେଇ ଦିନଟା…. ହଁ, ସେଇ ଦିନଟା ତା ସମୟରୁ ବିଚ୍ଛନ୍ନ, ସବୁଦିନ ପରି ସେ ଦିନଟା ତ ମୋଟେ ନୁହେଁ, ନୁହେଁ, ନୁହେଁ। ଅଫିସରୁ ଫେରିଲେ ଦାଣ୍ଡରୁ ସେ ଡାକେ। ସେଥିପାଇଁ କେତେ ବିରକ୍ତ ନ ହୁଏ ନିହାରିକା? ସେ ଦିନ ଆଉ ଡାକ ଶୁଭିଲାନି, ରୋଷେଇ ଘରେ, ଅଶ୍ଵସ୍ତି ଲଭିଲା ନିହାରିକା। ଏ ଯାଁ ଫେରିନି ସୁଦର୍ଶନ? କ'ଣ ସାଢ଼େଚାରି ହୋଇ ନାହିଁ? ଘଣ୍ଟା ଦେଖିବାକୁ ଶୋଇଲା ଘରକୁ ଆସି ଚମକିପଡ଼ିଲା ନିହାରିକା। ଅଫିସରୁ ଫେରି ପୋଷାକ ନ ବଦଳାଇ, ଚେଆରରେ ମୁହଁ ଶୁଖାଇ ବସିଚି ସୁଦର୍ଶନ। ନିହାରିକା ପାଖକୁ ଯାଇ ପଚାରିଲା, ଏମିତି କାହିଁକି ବସିଛ? ସୁଦର୍ଶନ ସେମିତି ଛେପ ଢୋକି କହିଲା–କିଛି ନୁହଁ। ନୂଆ କେଶ୍ଟାଏ ଆସିଚି, ସେଇ କଥା ଭାବୁଥିଲି। ନିହାରିକା ରୋଷେଇଘରକୁ ଚାଲିଆସିଲା ଜଳଖିଆ ନେବା ପାଇଁ। ଜଳଖିଆ ଆଣି ସୁଦର୍ଶନ ସାମ୍ନାରେ ଥୋଇଦେଇ ପୁଣି ରୋଷେଇଘରକୁ ଚାଲିଗଲା ନିହାରିକା। ଆଃ! ରହିଥାନ୍ତା ହେଲେ! ଠିଆ ହୋଇଥାନ୍ତା ହେଲେ ପାଖରେ, କାହିଁକି ସେ ଚାଲିଆସିଲା? ତରକାରିକୁ ପାଣି ମରିଯାଇଥିଲା, ପୋଡ଼ି ଯାଇଥାନ୍ତା। ତରକାରିକୁ ପୋଡ଼ିବାକୁ ନ ଦେଇ ନିଜ ଜୀବନକୁ ସେ ପୋଡ଼ି ଦେଇ ଆସିଲା ସେଇ ମୁହୂର୍ତ୍ତରୁ… ସେଇ ମୁହୂର୍ତ୍ତରୁ… କାହିଁକି ୟା କଲି! କାହିଁକି ଚାଲି ଆସିଲି ସତେ-! ଟିକେ ହେଲେ ଥାଆନ୍ତି ପାଖରେ। ଖୁସୀ ଗପ କରିଥାନ୍ତି। ମନ ଭୁଲାଇଥାନ୍ତି ତାର। ହାତ ଧରି ବଗିଚାକୁ ଟାଣିଥାନ୍ତି, ଜବରଦସ୍ତ ସିନେମା ନେଇଥାନ୍ତି। ପିଲାମାନଙ୍କୁ ଆଣି ତା' ଚାରିପାଖରେ ବେଢ଼ାଇ ରଖିଥାନ୍ତି। ହସି ନ ଥାନ୍ତା ସେ? ଖୁସୀ ହୋଇ ନ ଥାନ୍ତା? ମୁଁ ତ ମନ ଖରାପ କଲେ ସେ ଏମିତି ମୋ' ପଛେ ପଛେ ଛାଇ ପରି ରହି ମତେ ହସାଏ, କୁତୁକୁତୁ କରେ। ଠିକ୍ ସେମିତି ତାକୁ ହସେଇଥାନ୍ତି ମୁଁ। ମୁହିଁ ଚଣ୍ଡାଳୁଣୀ ସବୁ ସାରି ଦେଇ ବସିଲି। ତାକୁ ମନଦୁଃଖ ଅବସ୍ଥାରେ ଏକା ଛାଡ଼ି ଆସିଲି। ମୁଁ କିମିତି ଜାଣନ୍ତି କହ? ମୁଁ ତ ଜାଣିଥିଲି ମୋର ସେଇ ଚେନାଏ ଅଞ୍ଚଳକୁ ଅଝଟ ଶିଶୁପରି ସେ ଜୋରରେ ମୁଠେଇ ଧରିଚି। ମୁଁ କିମିତି ଜାଣନ୍ତି ତାକୁ ତୁଚ୍ଛ କରି ସେ ଛାଡ଼ି ଚାଲିଯିବ! ରୋଷେଇଘରୁ ଫେରିଲାବେଳକୁ ସେ ଖାଇ ସାରିଥିଲେ। ପିଲାଙ୍କୁ ଖୋଜିଲେ ନାହିଁ। ଚୁପ୍କିନା ଚାଲିଗଲେ। ସବୁଦିନ ତ ସେ କ୍ଳବକୁ ଯାଇ ରାତି ନଅଟାରେ ଆସନ୍ତି। ଆଜି କ୍ଳବକୁ ଗଲେ କି କୁଆଡ଼େ ଗଲେ, ମୁଁ ବା ପଚାରନ୍ତି କାହିଁକି? ଠିକ୍ ସମୟରେ ଫେରିଲେ। ଖାଇବାକୁ ଦେଲି। ଖାଇ ବସିଲେ ସେମିତି ଉଦାସ ହୋଇ। ସବୁଦିନ ପରି ପଚାରିଲେ ନାଇଁ, ତମେ ଖାଇବ ନି? ହୁଏ ତ ଆଉ ପଚାରିବା ଦରକାର ନ ଥିଲା। ଠିକ୍ ସେତିକିବେଳକୁ ସାନ ପିଲାଟା କାନ୍ଦି ଉଠିଲା ରାହାଧରି ସତରେ କ'ଣ ସେ ଦିନ ବିଧାତା ମୋ' ଲାଗି ସବୁ ଅଘଟଣ ସୃଷ୍ଟି କରିଥିଲା? ପୁଅକୁ ବୁଝେଇ ଶୋଇ ପକାଇବାକୁ ମୁଁ ଚାଲି ଆସିଲି। ପୁଅକୁ ଶୁଆଉ ଶୁଆଉ କେତେବେଳେ ଶୋଇପଡ଼ିଚି ମୁଁ ଏଡ଼େ ନିଦରେ ଯେ ସେ ନିଦ ଆଉ ଭାଙ୍ଗିଲା ନାହିଁ….। ସାରା ରାତି କେମିତି ଶୋଇଲି ସତେ ଏଡ଼େ ନିଦରେ? ନ ହେଲେ ମୁଁ ତ ତାକୁ ଭୁଲେଇ ରଖିପାରିଥାନ୍ତି; ଗପ କହି କହି ତାକୁ ଶୁଆଇ ଦେଇଥାନ୍ତି। ଏଡ଼େ ନିଦରେ ମୁଁ ଶୋଇଲି। ସେ ଘରେ ସେ କେତେ ବାଡ଼େ ପିଟି ହୋଇଚନ୍ତି। ଗଣ୍ଠି ଆଣ୍ଠୁ ହାଡ଼ ସବୁ ଛିଡ଼ି ଯାଇଛି। କେତେ ଚିତ୍କାର କରିଚନ୍ତି। ମୁଁ କିଛି ଜାଣିଲି ନାହିଁ କେମିତି ଜାଣନ୍ତି? ବିଧାତା ତ ମତେ ସେଦିନ ପାଷାଣ କରି ଦେଇଥିଲା। କେବଳ ମୋରି ପାଇଁ, ମୋ'ରି ଅସାବଧାନତା ପାଇଁ ସେ ସିନା ୟା କରି ବସିଲେ…! ନିହାରିକା ଦୃଷ୍ଟି ତୋଳି ଫଟୋଟିକୁ ଚାହିଁଲା। ଆଖିର ଲୁହରେ ସେଇଠି ବୁଡ଼ିଗଲାଣି। ସେମିତି ସେ ଚାହିଁ ଚାହିଁ କହିଲା, "କେତେ କଥା ଲୋକେ କହୁଛନ୍ତି, କେତେ ମନଜଳା କଥା।